ବରକାଠ ଜଳେ ନାହିଁ, ଧୂଆଁ ହୁଏ। ପୁଣି ସେଗୁଡ଼ା ଠାକୁର ଗଛ ବୋଲି ତା' ଡାଳ କେହି ଜାଳନ୍ତି ନାହିଁ। କିନ୍ତୁ ଜଗବନ୍ଧୁ କଣ? ଆପଣା ଖୁସିରେ ଠାକୁର ଗଛର ଡାଳ ଭାଙ୍ଗି ଆଣିଛନ୍ତି ! ପେଟ ପୋଡ଼ିଗଲା ବେଳେ ମଣିଷ ଭଲମନ୍ଦ ଚିନ୍ତା କରିପାରେ ନାହିଁ। ସେ ସେବତୀକୁ ପଚାରିଲା, "ଆଉ କେତେ ଡେରି ହେବ?"ବରଡାଳର ଧୂଆଁରେ ଆକ୍ତାମାକ୍ତା ସେବତୀ ଲୁଗାକାନିରେ ତା'ର ଲୁହ, ସିଂଘାଣି ଓ ଝାଳ ସବୁକୁ ପୋଛି ଆଣୁ ଆଣୁ ଜବାବ ଦେଲା, "ଆଉ ଟିକିଏ ରହିଥା, ବାଢ଼ି ଦେଉଛି।"ଜଗବନ୍ଧୁ ଏବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନା ପଣସ ଗଛମୂଳେ। କାହିଁ କେତେଆଡ଼ୁ ଆସିଥିବା ମାଇପି, ମରଦ, ବୁଢ଼ାବୁଢ଼ୀ, ଛୋଟା, କେମ୍ପା, ଅନ୍ଧ, ଅନ୍ଧୁଣୀ, ଭିକାରୁଣୀ, ସାନପିଲା, ବାବୁ, ବଡ଼ବାବୁ ଓ ନେତାଙ୍କ ଭିଡ଼ ଭିତରେ ଜଗବନ୍ଧୁ କୋଣଠେସା ହୋଇଯାଇଛି। ଯହୁଁ ଯହୁଁ ବେଳ ଗଡ଼ି ଯାଉଛି, ତହୁଁ ତହୁଁ ଜଗବନ୍ଧୁ ଅତିଷ୍ଠ ହୋଇପଡ଼ୁଛି। ଏତେବେଳ ପର୍ଯ୍ୟନ୍ତ ବୀରବାବୁ କି ଦଳବେହେରା ପାଇପ୍ ମିସ୍ତ୍ରୀ କେହି ଆସିଲେ ନାହିଁ। ଅଥଚ ଦଳବେହେରା ବାରମ୍ବାର କରି କହିଥିଲା, ସେମାନେ ନିଶ୍ଚୟ ବୀରବାବୁଙ୍କୁ ସାଙ୍ଗରେ ଧରି ଆସି ପହଞ୍ଚିବେ। ବସ୍ତିବାଲାଏ ମୁଖ୍ୟମନ୍ତ୍ରୀଙ୍କ ଘର ଆଗ ପଣସ ଗଛମୂଳେ ଯେମିତି ଅପେକ୍ଷା କରିଥିବେ କିନ୍ତୁ ସେମାନେ ଗଲେ କୁଆଡ଼େ? ପାଖରେ ବୀରବାବୁ, ଦଳବେହେରା କି ଆଉ କେହି ବସ୍ତିବାଲା ନଥିଲାବେଳେ ଯଦି ମୁଖ୍ୟମନ୍ତ୍ରୀ ଡାକିଦିଅନ୍ତି, ସେ ଯାଇ ତାଙ୍କୁ କ'ଣ କହିବ? ତାକୁ କ'ଣ ବାଗେଇକି ତା' ଦୁଃଖ କହି ଆସିବ? ତା' ପାଖରେ ଦରଖାସ୍ତ ବି ନାହିଁ। ଦଳବେହେରା ପାଖରେ ସେଇଟା ଅଛି। ସେ ବୁଲି ବୁଲି ସେଥିରେ ସମସ୍ତଙ୍କଠାରୁ ଦସ୍ତଖତ, ଟିପଚିହ୍ନ ନେଇଥିଲା।କିଛି କାରଣ ନଥାଇ ଜଗବନ୍ଧୁ ଦଳବେହେରା ଉପରେ ରାଗିଗଲା। ସେବତୀ ଠିକ୍ କହୁଥିଲା, ଏଇ କୁଜିନେତାମାନଙ୍କୁ ଜମାରୁ ବିଶ୍ୱାସ କରିବା କଥା ନୁହେଁ। ଦଳବେହେରା ବାର-ତେର ବର୍ଷ ଆଗେ ଷ୍ଟେସନ୍ ପାଖ ତଳସାହିରେ ରହୁଥିଲା। ସେଇ ସାହିରେ ଦାରୀମାନଙ୍କ ସଂଖ୍ୟା ବଢ଼ିଗଲା। ଭଡ଼ୁଆମାନେ ଯିବାଆସିବା ଲୋକଙ୍କ ଉପରେ ଜୁଲୁମ କଲେ। ରାଜଧାନୀର ଇଜ୍ଜତ ମହତ ଦିକଡ଼ାର ହୋଇଗଲା। ମନ୍ତ୍ରୀ ହୁକୁମ ଦେଲେ, ତଳସାହି ଭଙ୍ଗା ହେବ। ତଳସାହି ଲୋକମାନେ ଆପତ୍ତି କଲେ, କେତେଟା ଭଡ଼ୁଆଙ୍କ ପାଇଁ ସବୁରି ଘର କାହିଁକି ତମେ ଭାଙ୍ଗିବ? ଦଳବେହେରା ବି ଆପତ୍ତି କଲା। ସରକାର ସେମାନଙ୍କୁ ତଳସାହିରୁ ନେଇ ଲକ୍ଷ୍ମଣପୁରରେ ରଖିଲେ। ଜାଗା ଦେଲେ, ରାସ୍ତା, ପାଣି, ବିଜୁଳି ଆଲୁଅ ବ୍ୟବସ୍ଥା କଲେ। ଦଳବେହେରା ମଧ୍ୟ ପାଇଥିଲା ଗୋଟାଏ ଡିହ।କୁଆଡ଼ୁ କେମିତି ଏତେକଥା ସେବତୀ ସଂଗ୍ରହ କରେ କେଜାଣି! ଜଗବନ୍ଧୁ ଜାଣିପାରେ ନାହିଁ। ଇଏ ତା' ଘରବାଲୀ ନା ପୁଲିସ ଗୁଇନ୍ଦା? ସେବତୀ କିନ୍ତୁ ତା'ର ଏଇ ପାରିବାପଣିଆ ନେଇ କୋଉଠି କିଛି କହେ ନାହିଁ। "କାମ ସାଇଟ୍‌ରେ ଲୋକମାନେ ନିଜ ନିଜ ଭିତରେ କଥାବାର୍ତ୍ତା ହେଉଥିଲେ, ସେଇଠୁ ଶୁଣିଥିଲି" କହି ଚାଲିଥାଏ।ଦଳବେହେରା ଲକ୍ଷ୍ମଣପୁରର ଡିହ ଉପରେ ଘର ତୋଳି ଭଡ଼ା ଲଗାଇଦେଇଛି। ସହର ପାଖ ହେବ ବୋଲି ଆସି ରହିଛି ଏଇ ବସ୍ତିରେ।ପଣସ ଗଛ ଛାଇ ଘୁଞ୍ଚି ଘୁଞ୍ଚି ଯାଉଥିଲା। ଜଗବନ୍ଧୁ ବେକ ଟେକି ସାମ୍ନାକୁ ଅନାଇଲା। ଲୋକଙ୍କ ଗହଳି କମୁନାହିଁ, ଓଲଟି ବଢ଼ୁଛି। ଦୂରରେ ମୁଖ୍ୟମନ୍ତ୍ରୀଙ୍କ ଘରର ଫାଟକ। ଗୋଟିଏ ବଡ଼ ଫାଟକ, ଆଉ ଗୋଟିଏ ଛୋଟ ଫାଟକ। ଦୁଇପଟେ ପୁଲିସ, କାନ୍ଧରେ ବନ୍ଧୁକ ଓହଳିଛି। ସେ ଶଣ୍ଢା ଟେକି ଦେଖିଲା, ବେଳେ ବେଳେ ସେ ବଡ଼ ଗେଟ୍ ଫିଟିଯାଉଛି; ଗାଡ଼ି ପଶିଯିବା କ୍ଷଣି ପୁଣି ତହିଁରେ ଚାବି ପଡ଼ିଯାଉଛି। ଛୋଟ ଫାଟକ ବାଟେ ଯାଉଥିବା ଲୋକଙ୍କୁ ପୁଲିସ ଆଗେ ଧରିନେଉଛି ଗୋଟିଏ ଛୋଟିଆ ଘରକୁ। ସେଇଠି ସେମାନଙ୍କ ତଲାସି ନେଉଛି। ମେସିନ୍ ପକାଇ ଦେଖୁଛି, କେହି କିଛି ହତିଆର କି ବମ୍-ଫମ୍ ନେଇ ଯାଉଛି କି କ'ଣ! ତା'ପରେ ସାନ ଫାଟକ ବି ବନ୍ଦ ହୋଇଯାଉଛି।ଜଗବନ୍ଧୁ ହତାଶ ହୋଇପଡ଼ିଲା। କାଲି ଆସି ସେ ଏଇଠୁ ଫେରିଯାଇଥିଲା। ଆଜି ଦଳବେହେରା ନିର୍ଭୟ କରି କହିଥିଲା, ବୀରବାବୁ ଆସିବେ; ସେ ସେମାନଙ୍କୁ ସାଙ୍ଗରେ ଧରି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ନେଇଯିବେ। ମୁଖ୍ୟମନ୍ତ୍ରୀ ହେଲେ ରାଜ୍ୟର ରାଜା। ସେ କ'ଣ କହିବେ ଜଗବନ୍ଧୁ ଓ ସେବତୀ ଅଘରୀ ହୋଇଯାଆନ୍ତୁ? ନା, କେବେ ନୁହେଁ। ଭିଡ଼ ଭିତରର ଲୋକମାନେ ଅଧୈର୍ଯ୍ୟ ହୋଇପଡ଼ୁଛନ୍ତି। କିଏ କେତେ ଦୂରରୁ ଆସିଛି।